ଦେଖିଥିଲେ କ'ଣ ମନା କରିଥାଆନ୍ତି। ଖୁସିର ଶିହରଣରେ ତରଙ୍ଗିତ ହୋଇଉଠିଲା କେମେଲୀର ଶରୀର। ବ୍ରାଡ଼ାବତୀ ଭଳି ଚାହିଁ ରହିଲା ସେ। ନିର୍ବାକ୍, ନିବୃତ୍ତିର। ହଠାତ୍ କହିଉଠିଲା ବୁଢ଼ୀ-ତୁ ଏଠିକି ଆସିଲୁ କାହିଁକି? ଜାଣୁନି ଆମେ ପରା ତୋର ଶତ୍ରୁ। ରହସ୍ୟମୟ ଗଳାରେ କହିଉଠିଲା କେମେଲୀ-ତୋ ନାତିକି ଦେଖି ମନଟା ମଜ୍ଜି ଯାଇଚି ଲୋ। ଶତ୍ରୁଙ୍କ କଥା ଭୁଲିଯାଇଚି। ମୋ ବାପା କୋୟାନୁ ସାଥିରେ ବିବାହ ଦେବାକୁ ଚାହେଁ ମତେ-। ସେଂଗାଇ ଛଡ଼ା କିନ୍ତୁ ମୁଁ କାହାକୁ ବିବାହ କରିବିନି। ସେଇଥିଲାଗି ନଦୀ ପାର ହୋଇ ଚାଳିଆସିଚି। ତୋର ସର୍ଦ୍ଦାରକୁ ବାପା କାଲି ଡ଼ାକି ତାରି ଘରେ ରଖିଚି। ଅକପଟ କଣ୍ଠ ସ୍ୱର। ମନୋରମ ଗୋଟିଏ ମୁହଁ। ମୁଗଧ ଦୃଷ୍ଟିରେ କେମେଲୀ ଆଡ଼କୁ ଚାହିଁ ରହିଥାଏ ବୁଢ଼ୀ ବେଙ୍ଗସାନ୍ୟୁ। କେମେଲୀ ପଚାରିଲା–ସେଙ୍ଗାର କୋହିମାରୁଚ କେବେ ଫେରିବ ଜାଣିବୁ? –କେଜାଣି? ଦୀର୍ଘ ନିଶ୍ୱାସ ଟାଣି କହିଲା ବୁଢ଼ୀମା-ହଁ, ବୁଝିଚି। –କ'ଣ ବୁଝିଚୁ? ସେଙ୍ଗାଇ ଛଡ଼ା ରାତିରେ ନିଦ ହୁଏନା! ଲାଜ କ'ଣ? ବୟସ ଥିଲାବେଳେ ଆମର କ'ଣ ହେଉ ନଥିଲା? ବୁଢ଼ୀ ବେଙ୍ଗସାନ୍ୟୁ କେମେଲୀକି ଚାହିଁ ଚାହିଁ ନିଜର ଯୌବନ କାଳକୁ ଆସ୍ୱାଦିନ କରୁଥିଲା ଯେମିତି। ଭୟ ନାହିଁ। ସେଙ୍ଗାଇ ଫେରୁ, ଡ଼ୋରି ବାନ୍ଧିଦେବି ଯେ ଆଉ କେବେ ଫୁଟିବନି। ଦୁଇ ଦିନ ପରେ ଆଖି ଖୋଲିଲା ସେଙ୍ଗାଇ। ରକ୍ତ ଭଳି ଲାଲ ଆଖି। ସେଇ ଆଖିର ମୁକୁର ଦେହରେ ଜଣଙ୍କର ଛାୟା। ଏକ ଅପରୂପ ନାରୀମୁଖରେ ଛାୟା। ବହୁ ସମୟ ଧରି ନିଷ୍ପଲିକ ନେତ୍ରରେ ଚାହିଁ ରହିଲା ସେଙ୍ଗାଇ। ଏକାବେଳକେ ଆବିଷ୍ଟ ହୋଇପଡ଼ିବ ସେ। କଥା କହିବାକୁ ମଧ୍ୟ ସେ ଭୁଲିଯାଇଚି। ଅପରିଚିତ ନାରୀମୁଖ, ପରମ ମମତାରେ ଭରି ରହିଚି ମୋହ, ଆନନ୍ଦ। –ଏବେ କେମିତି ଲାଗୁଚି? ଦୁଇଦିନ କାଳ ବେହୋସ ହୋଇପଡ଼ି ରହିଥିଲା ସେଙ୍ଗାଇ। ତାର ଚେତନା ବାହାରେ ଏଇ ପାହାଡ଼ୀ ପୃଥିବୀରେ କେତେବେଳେ କ'ଣ ଘଟୁଛି ସେ ଜାଣେନା। ସବୁ ଯେମିତି ଅସତ୍ୟ ସ୍ୱପ୍ନ ଭଳି ମନେ ହେଉଚି। ମନେ ହେଉଛି ଗୋଟାଏ ଅବାସ୍ତବ ବିଭ୍ରମ। ଅଶାନ୍ତ ଚେତନା ଉପର ଦେଇ ଛାୟାଛବିର ଶୋଭାଯାତ୍ରା ଭାସି ଭାସି ଗଲା ତା ମନରେ। ମଧୋଲାଲ। ଗାନ୍ଧିଜୀର ଲଢ଼େଇ। ପାଦ୍ରୀ ସାହେବ। ସେହି ଚର୍ଚ୍ଚା, ବାୟୋନେଟ ନେଇ ମଣିପୁର ପୁଲିସର ନିଷ୍ଠୁର ପ୍ରହାର। ତା ପରେ କିଛିଟା ହୋସ ଥିଲା ତାର। ସାରୁମାୟାରୁ ସହିତ କାହାର କେତେ ସମୟ ଲଢ଼େଇ, ବର୍ଚ୍ଛା ଯୁଦ୍ଧ। କେତୁଟା ମଣିଷଙ୍କ ନିଷ୍ଠୁର ଗର୍ଜନ। ନାରୀ ମୁଖଟା ନଇଁ ଆସିଲା ତା ମୁହଁ ପାଖକୁ। –ତୁମର ନା? –ନାଁ ନାହିଁ। ସହସା ବ୍ୟସ୍ତ ହୋଇଉଠିଲା ସେଙ୍ଗାଇ। ସିଁ କରି ଉଠିବସିଲା ସେଙ୍ଗାଇ। ସାରୁୟାମାରୁ କାହିଁ? ସେ ତ ମୋ ସାଙ୍ଗରେ ଥିଲା। –ଏଇ ତ। ପାଖ ମଞ୍ଚା ଉପରୁ ଗୋଟିଏ ଆର୍ତ୍ତନାଦ ଶୁଣାଗଲା ଶୋଇ ପାରୁନି ରେ ସେଙ୍ଗାଇ। ସେ ସୟତାନଗୁଡ଼ାକ କ'ଣ ଆଉ ରଖିଛନ୍ତି? ମାରି ମାରି ପିଞ୍ଜରା ଚୁମରମାର କରି ପକାଇଛନ୍ତି ପରା! ସେଙ୍ଗାଇ କହିଲା, ହଁ ରେ ସାରୁୟାମାରୁ! ସୟତାନଗୁଡ଼ାକ ବଡ଼ ମାରାତ୍ମକ। ଇଜା ରାମ ଖୋ! ଆମେ ଏଠିକି ଆସିଲେ କମିତି ରେ? –ଏଇ ଗାଇଦିଲିଓର ଲୋକ ନେଇ ଆସିଛନ୍ତି। –ରାଣୀ ଗାଇଦିଲିଓ! କାହିଁ ସେ? –''ଏଇ ଯେ'' ଆଗକୁ ତର୍ଜନୀ ପ୍ରସାରିତ କରି ଦେଖାଇ ରଦେଲା ସାରୁୟାମାରୁ। ସେଇ ନାରୀମୁଖ, ଦୁଇଦିନ ପରେ ଆଖି ମେଲି ଯାହାକୁ ଦେଖିଚି ସେଙ୍ଗାଇ। ଏକ ଅପରୂପ ଜ୍ୟୋତିଃରେଖା। ରାଣୀ ଗାଇଦିଲିଓ! ତାରି ସମ୍ୱନ୍ଧରେ ଏତେ ରୂପକଥାର ଗଳ୍ପ କହୁଥିଲା ମଧୋଲାଲ। ୟାକୁଇ ନେଇ ପାଦ୍ରୀ ମ୍ୟାକେଞ୍ଜ ସାଥିରେ ତାର ବଚସା ହୋଇଥିଲା। ଯାହାର ପୁଣ୍ୟ ସ୍ପର୍ଶରେ ରିପୁମୟ ଦେହରୁ ମୃତ୍ୟୁ ପଳାତକ ହୁଏ, ଏଇ ସେ ଗାଇଦିଲିଓ! ଅତି ପାଖରେ। ସେଙ୍ଗାଇର ଆଖି ଦୁଇଟାରେ ପ୍ରବଳ ବିସ୍ମୟ। ଅତି ସ୍ନେହାଶ୍ଳେଷ କଣ୍ଠରେ ଆନନ୍ଦରେ ଗଦ୍ଗଦ୍ ହୋଇଉଠିଲା ସେଙ୍ଗାଇ। -ତୁଇ ଗାଇଦିଲିଓ। ଗାଇଦିଲିଓ ନିରୁତ୍ତର। କେବଳ ଏକ ପ୍ରସନ୍ନ ହସ। ସାରୁୟାମାରୁ ତତ୍ପର ହୋଇ କହିଉଠିଲା-ହୁଇ ଯେ ତୋତେ କହୁଥିଲି ଗାଇଦିଲିଓ ଛୁଇଁ ଦେଲାମାତ୍ରେ ସବୁ ଭଲ ହୋଇଯାଏ, ହେଲା କି ନାହିଁ ଦେଖ। ପୁଣି ଥରେ ଅନେଇଲା ଗାଇଦିଲିଓ ମୁହଁକୁ। ସେଇ ମୁହଁ ଉପରେ ସେ ଦେଖିଲା ଆଉ ଜଣଙ୍କର ଛାୟା, କେମେଲୀ।